ତେଣୁ ସେ ବିଚାରକଲେ ଜଗି ବସି ରହିବାକୁ। ବାଘ ନ ମାରି ବା ଫେରନ୍ତେ କିପରି! ସଙ୍ଗରେ ତ ଥାଏ ତାଙ୍କର ଖୁବ୍ ବିଶ୍ୱାସୀ ରାଇଫଲ। ଟର୍ଚ୍ଚଟିଏ ସେଥିରେ ଖଞ୍ଜା ହୋଇଥାଏ। ମନରେ ଥାଏ ଅସୀମ ସାହସ। ପାଖରେ ସେମିତି କିଛି ବଡ଼ ଗଛ ନଥିଲା। ତେଣୁ ତଳେ ବସି ରହିବାକୁ ହେବ। ଭାଗ୍ୟକୁ ବାଉଁଶ ବୁଦାଗୁଡ଼ିଏ ଥାଏ ପାଖ ଆଖରେ। ତିରିଶ ଚାଳିଶ ଗଜ ଦୂରରେ ଥିବା ଗୋଟାଏ ବାଉଁଶ ବୁଦା ବାଛି ତା' ମଝିରେ ବସିବା ପାଇଁ ଜାଗାଟିଏ କରାଗଲା। ଲାଲୁବାବୁ ତା' ମଝିରେ ପଶିବା ପରେ ପଛଆଡ଼ୁ ବାଉଁଶ ପୋତି ବାଟ ବନ୍ଦ କରି ଦିଆଗଲା। ମଲା ମଣିଷର ହାଡ଼ ଓ ଅନ୍ତପୁଟାକୁ ଗୋଟାଏ ଶିକାରେ ବାନ୍ଧି ଶିକାଟିକୁ ଗୋଟାଏ ଶକ୍ତ ଖୁଣ୍ଟରେ ବାନ୍ଧି ଦିଆଗଲା-। ସେଥିରୁ ଗନ୍ଧ ବାହାରୁଥାଏ ଓ ମାଛି ଭଣ ଭଣ ହେଉଥାଆନ୍ତି। ଏସବୁ କରିବା ପରେ ପୁଅକୁ ଲୋକମାନଙ୍କ ସଙ୍ଗରେ ଗାଁକୁ ପଠାଇଦେଲେ ଏବଂ ତାଗିଦ କରାଇଦେଲେ ଖୁବ୍ ସତର୍କତାର ସହିତ ଆଗକୁ ପଛକୁ ନଜର ରଖି ଯିବାକୁ। ପୁଅ ହାତରେ ମଧ୍ୟ ବନ୍ଧୁକ ଥାଏ। ସେ ବି ଜଣେ ପୋଖତ ଶିକାରୀ। ତେଣୁ ପାଞ୍ଚ ମାଇଲ ବାଟ ଯିବାକୁ ଡରନ୍ତା ବା କାହିଁକି! ବାଘ ନରଖାଦକ ହେଲେ ଖୁବ୍ ହୁସିଆର ହୋଇଯାଏ-ହେଲେ ବି ଏଇ ପୁଳାକ ମାଂସ ପାଇଁ ମଧ୍ୟ ସେ ଫେରି ଆସିପାରେ। ସେଇ ଆାଶାରେ ଲାଲୁବାବୁ ବସି ରହିଲେ ଜଙ୍ଗଲ ଭିତରେ,ଏକୁଟିଆ ହୋଇ। ଏଣେ ଯଦି ବାଘ ପଛଆଡ଼ୁ ଆସେ ତ ଶିକାରୀ ଶିକାର ହୋଇଯିବାର ଯଥେଷ୍ଟ ଭୟ। ତେଣୁ ଲାଲୁବାବୁ ବାଉଁଶ ବୁଦା ମଝିରେ ଥାଇ ମଧ୍ୟ ପୂରାପୂରି ନିରାପଦ ନୁହନ୍ତି। କିନ୍ତୁ ତାଙ୍କର ଅଦମ୍ୟ ସାହସ ଓ ନିଜ ରାଇଫଲ ଉପରେ ଅଗାଧ ବିଶ୍ୱାସ ତାଙ୍କୁ ବେଖାତିର କରିଥାଏ। ପଛ ଆଡ଼ୁ ଆସିଲେ ମଧ୍ୟ ବାଉଁଶ ଗଛ ବାଘକୁ କିଛି ସମୟ ଅଟକାଇ ପାରିବ ଓ ସେଇ ଅବସର ମଧ୍ୟରେ ସେ ରାଇଫଲ ବ୍ୟବହାର କରିବାକୁ ସମୟ ପାଇବେ। ତାଙ୍କର ବିଶ୍ୱାସ ଥାଏ ଯେ, ସେ ଥରେ ରାଇଫଲ ବ୍ୟବହାର କରିବାକୁ ସମୟ ପାଇଲେ ବଘଟି ତାଙ୍କୁ ମାରିବା ଆଗରୁ ସେ ବାଘକୁ ମାରିପାରିଥିବେ। ଯାହାହେଉ ସେ ଚୁପ୍ଚାପ୍ ବସି ରହିଲେ। ନଖାଇ ନପିଇ ଜଙ୍ଗଲରେ ଏକୁଟିଆ ବସିରହିବା, ପୁଣି ତଳଟାରେ-ଏ କମ୍ ବଡ଼ ସାହସର କଥା ନୁହେଁ। ଏଣେ ପୁଣି ସାପର ଭୟ। ଏହିପରି ଭାବରେ ପ୍ରାୟ ତିନି ଘଣ୍ଟା ବିତିଗଲାଣି। ଜଙ୍ଗଲ ନିଶୁନ। ଝିଣ୍ଟିକାର ଝିଁ ଝିଁ ଶବ୍ଦ ମଧ୍ୟେ ମଧ୍ୟେ ହେଉଥାଏ। ଏପରି ସମୟରେ ହଠାତ୍ ଗୋଟାଏ ଶୁଖିଲା କାଠି ଭାଙ୍ଗିବାର ଶବ୍ଦ ଶୁଣାଗଲା। ଲାଲୁବାବୁ ସଜାଗ ହୋଇଗଲେ। ଦେହ ଓ ମନର ସମସ୍ତ ଶକ୍ତି କାନ ପାଖରେ ଠୁଳ କଲେ-ଆଉ କ'ଣ ଶବ୍ଦ ଶୁଣାଯିବ କି! ବାଘ ଚଲାବୁଲା କଲାବେଳେ ତା'ର ଗୋଡ଼ର ନଖଗୁଡ଼ାକ ଗୋଡ଼ର ମାଂସ ପିଣ୍ଡୁଳାମାନଙ୍କରେ ଲୁଚି ରହିଥାଏ। ତେଣୁ ବାଘ ଚାଲିଳା ବେଳେ କୌଣସି ପ୍ରକାର ଶବ୍ଦ ହୁଏ ନାହିଁ। ବିଲେଇର ଚଲା ଦେଖିଲେ ବୁଝିହେବ ବାଘ କିପରି ବିଚରଣ କରେ। ଏତେ ନିଃଶବ୍ଦରେ ଚାଲିଲେ ମଧ୍ୟ ସମୟ ସମୟରେ ଜଙ୍ଗଲର ଶୁଖିଲା କାଠି ବା ପତ୍ର ଉପରେ ଗୋଡ଼ ପଡ଼ିଯାଏ। ସେଇ ଶବ୍ଦଗୁଡ଼ିକ ବାଘ ଆସିବାର ସୂଚନା ଦେଇଥାଏ। ଯଦି ଅନ୍ୟାନ୍ୟ ବନ୍ୟଜନ୍ତୁ ଆଖ ପାଖରେ ଥାଆନ୍ତି ତାହାହେଲେ ସେମାନେ ମଧ୍ୟ ସତର୍କ ରାବ ଦେଇଥାନ୍ତି। ବିଶେଷତଃ କୁଟୁରା କିମ୍ବା